ମୁଣ୍ଡରେ କଳା ମିଚ୍ ମିଚ୍ ଗୁଡ଼ାଏ ବାଳ। ଆଖିରେ ଦୁଇଟି କଳା ଚଷମା। ସେତେବଳେକୁ ମୋର ବୟସ ପନ୍ଦର କି ଷୋହଳ। ନୂତନ କରି ଯୌବନ ଲାଭ କରିଥାଏ-ଆଗରୁ କୌଣସି ଯୁବକ ସହିତ ସେମିତି ପରିଚୟ ନ ଥିଲା। କିକୁଲି ଆସିବେ ବୋଲି ଭାଇ ଆଗରୁ ଚିଠି ଦେଇଥାଆନ୍ତା; ସେଥିଲାଗି ଆମର ମା ଘରଦ୍ୱାର ସଫାସୁତୁରା କରି ସଜେଇ ଦେଇଥିଲେ। ପୁଅର ସାଙ୍ଗ ଆସିବେ-ନୂଆ ଅତିଥି। ଉପଯୁକ୍ତ ପରିଚର୍ଯ୍ୟା ହେବା ଦରକାର। ମୁଁ ମଧ୍ୟ ସେଥିଲାଗି ତତ୍ପର ଥିଲି ସତେ କି କିକୁଲି ମୋ ନିଜର ଲୋକ! ତାଙ୍କ ସେବା ଶୁଶ୍ରୁଷା କରିବା ମୋର କର୍ତ୍ତବ୍ୟ! ମୁଁ ସେଦିନ ମୋର ସବୁଠୁ ଭଲ ପୋଷାକ ପିନ୍ଧିଲି। ମୁଣ୍ଡର ବାଳକୁ ଚମତ୍କାର ଭାବରେ ସଜେଇଲି ନାନା ରକମର ସୁବାସିତ ଫୁଲ ଦେଇ। ସେଦିନ ମୋର ଶରୀର ପ୍ରସାଧନ ଲାଗି ସକାଳୁ ପ୍ରାୟ ଆଠ ପର୍ଯ୍ୟନ୍ତ ଦୁଇ ଘଣ୍ଟ ଲାଗିଥିବ। ଗାଡ଼ି ନଅଟାରେ। ଠିକ୍ ସାଢ଼େ ନଅଟା ବେଳେ ଦ୍ୱାରା ମୁହଁରେ ଭାଇଙ୍କ ଡ଼ାକ ଶୁଭିଲା-କିପା-। ଦ୍ୱାର ଖୋଲିଦିଏ ତ ସାଙ୍ଗରେ କିକୁଲି-ଆମର ଅତିଥି। ଅତି ବିନମ୍ର ଭାବରେ ନମସ୍କାର ଜଣାଇଲି। ଭାଇ କହିଲେ-କିପା ମୋର ଭଉଣୀ। କନ୍ଭେଣ୍ଟରେ ପଢ଼େ। ଭଲ ପଢ଼ୁଚି। ଖେଳରେ ପ୍ରଥମ ପୁରସ୍କାର ପାଇଚି। ମୋର ମନ ଖୁସିରେ ଭରି ଉଠିଲା। ଭାଇଙ୍କ ମୁହଁରେ ବିଶେଷତଃ ଅତିଥିଙ୍କ ଆଗରେ ମୋ ପ୍ରଶଂସା। ଖୁସି ହେବିନି? କିକୁଲି ଆମ ଘରେ ପ୍ରାୟ ସାତ ଦିନ ରହିଲେ। କେତେବେଳେ ଏକା ଏକା ମୋ ସହିତ ଆଲାହାବାଦରେ ବୁଲନ୍ତି। ତ୍ରିବେଣୀ ପ୍ରୟାଗ କୂଳରେ ବୁଲିବାବେଳେ ସେ ମୋ ନା ଦେଲେ ଶାମ୍ମି। ସେଇଦିନଠୁଁ ଏ ନାଁଟି ରହିଯାଇଛି। ପ୍ରୟାଗରେ ଦୁହେଁ ମିଶି ବୁଡ଼ ପକେଇଲୁ। ସେଇଠି ଆମେ ଦୁହଁ ଶପଥ କଲୁ ଯେ ଜୀବନଯାକ ଏକାଠି ରହିବୁ। କିଏ କାହାକୁ ଛାଡ଼ିବୁନି। ଅର୍ଥାତ୍ ସେ ମତେ ବିବାହ କରିବେ। ଏ ସବୁ କହିଲାବେଳେ ମୁଁ ଲକ୍ଷ୍ୟ କରିଚି ଶାମ୍ମିର କାମ ବନ୍ଦ ହୋଇଯାଏ। ତିଳେହେଲେ ସଂକୋଚ ନାହିଁ। ନିଜେ ନାୟିକା ଅଭିନୟ କରି ଚାଲିଚି ଏକ ରଙ୍ଗମଞ୍ଚରେ-ସ୍ୱଚ୍ଛନ୍ଦ ନିର୍ବିକଳ୍ପ ଭାବରେ। ମୁଁ ଅଭିନୟର ଏକମାତ୍ର ଦର୍ଶକ। କିନ୍ତୁ ଏ ସ୍ୱଚ୍ଛନ୍ଦ ବିଚରଣ ମୋ ବାପା ମାଆଙ୍କର ଆଶଙ୍କା ପ୍ରବଳ ହୋଇଉଠିଲା। କିକୁଲି ଜାତିରେ ସେର୍ପା, କିନ୍ତୁ ଜରିବ ଖ୍ରୀଷ୍ଟାନ୍ ସେ। ତାଙ୍କ ନା ସେର୍ପା କିନ୍ତୁ ବାପା ଇଉରୋପୀଆନ୍। ସୋନାପୁରରେ ଏହି ଖଣ୍ଡିକ ମାତ୍ର ଘର। କିକୁଲିଙ୍କ ଜନ୍ମ ହେବାର ପାଞ୍ଚବର୍ଷ ପରେ ବାପା ବ୍ରନ୍ଥେଲ୍ ତାଙ୍କୁ ଛାଡ଼ପତ୍ର ଦେଇ ଚାଲିଗଲେ। ସେଇଦିନଠୁଁ ଖ୍ରୀଷ୍ଟାନ ମିସନରେ ରହି ସେ ପାଠ ପଢ଼ିଥିଲେ। ମୋ ବାପା କିନ୍ତୁ ନୈଷ୍ଠିକ ବୌଦ୍ଧ। ସେ ଚାହୁଁଥିଲେ ମୁଁ ଏକ ବଡ଼ ଘରେ ବାହା ହେବି। ମଟର ତିନି ଚାରିଟା ଥିବ। ଚାକର ଚାକରାଣୀ ଥିବେ ଅନେକ। ସେ ଚାହୁଁଥିଲେ ଧନ, ଜାତି। ଶିକ୍ଷା ପ୍ରତି ତାଙ୍କର ବିଶେଷ ଦୃଷ୍ଟି ନ ଥିଲା। କିନ୍ତୁ ଭାଇଙ୍କର ଉଦ୍ଦେଶ୍ୟ ଥିଲା ମତେ କିକୁଲିଙ୍କ ସହିତ ଯୋଡ଼ିଦେବାକୁ। ତାଙ୍କର ଇଚ୍ଛା ଶେଷରେ ପୂର୍ଣ୍ଣ ହେଲା। ସେ ଦିନ କିକୁଲି ଚାଲିଗଲେ କାଠମାଣ୍ଡୁ-ଅତି ବେଦନାଦାୟକ ତାଙ୍କର ବିଦାୟ। ଗଲାବେଳେ ମତେ କହିଯାଇଥିଲେ ଶାମ୍ମି ନିଶ୍ଚୟ ଚିଠି ଦେବୁ। ପ୍ରୟୋଗର ଶପଥ ଭୁଲିଯିବୁ ନାହିଁ। ଏ ଭୁଲିଯିବାଟା ପୁଅମାନଙ୍କର ଗୋଟିଏ ବଡ଼ ଦୋଷ କିନ୍ତୁ ଝିଅମାନେ ଯାହାକୁ ଥରେ ଭଲ ପାଇଥାଆନ୍ତି ତାକୁ ସହଜରେ ଛାଡ଼ିପାରନ୍ତି ନାହିଁ। ମୁଁ କେବେ ଭୁଲିଯାଇପାରେ ଅସମ୍ଭବ। କିକୁଲିଙ୍କ ପଢ଼ା ଶେଷ ହେଲା। ଏଣିକି ଚାକିରୀ କରିବେ। ସେ ଚାକିରୀ କଲା ପରେ ମତେ ନେଇଯିବେ ବୋଲି ଚିଠି ଲେଖି ଆଶ୍ୱାସନା ଦେଇଥିଲେ। ମୁଁ ଚାହିଁ ରହିଥିଲି କେବେ ସେ ଚାକିରୀ କରିବେ ଆଉ ମୁଁ ଯିବି। କିନ୍ତୁ ଇତିମଧ୍ୟରେ ଖବର ପାଇଲି କିକୁଲି ମିଲଟାରୀକ ଯିବେ। ସେଇଠି ସେ ଡାକ୍ତରୀ କରିବେ। ତା ପୂର୍ବରୁ ଟ୍ରେନିଂ ଲାଗି ଡେରାଡ଼ୁନରେ ଛଅ ମାସ କଟେଇବାକୁ ପଡ଼ିବ। କିକୁଲିଙ୍କ ସହିତ ମୋର ବୈବାହିକ ସଂପର୍କ ସମ୍ୱନ୍ଧରେ ବାପା ମା କିଛି ଜାଣି ନ ଥାଆନ୍ତି। ତାଙ୍କର ଧାରଣା ଯେ କିକୁଲି ବିଦାୟ ନେବା ଦିନୁ ତାଙ୍କ ସହିତ ମୋର ସମ୍ପର୍କ ଶେଷ ହୋଇଯାଇଛି। ଯାହା ବା ଚିଠିପତ୍ର ଆସେ ମୁଁ ଲୁଚାଇ ରଖେ। ସହିତ ମୋର ସମ୍ପର୍କ ଶେଷ ହୋଇଯାଇଛି।